ସେଇଠି କଥାଭାଷା ହବା। ଏଠି ଅନେକ ଲୋକ। ଏ ଜାଗା ଠିକ୍ ନୁହେଁ। ତା'ପରେ ସେମାନେ ସେ ବାବୁକୁ ତାଙ୍କ କୋଠରୀର ନମ୍ଵର ପଚାରିଲେ ସେ ବାବୁ କହିଲା, ଉପର ମହଲା ସତର ନମ୍ଵର କୋଠରୀ। ଏତିକି କଥା ହୋଇ ତ ଯିଏ ଯୁଆଡ଼େ ଚାଲିଗଲେ। '' ବିଜୟାର ମୁହଁରେ ଫୁଟି ଉଠିଲା ସନ୍ତୋଷ ଆଉ ସଫଳତାର ଆଭାସ। ଡ୍ରୟାର ଖୋଲି, ସୁରିଆ ହାତରେ ପାଞ୍ଚଟଙ୍କାର ଖଣ୍ତେ ନୋଟ ଦେଇ ସେ କହିଲା—"ନେ ତୋର ବକ୍ସିସ୍। '' ସୁରିଆ ବିସ୍ମୟ ବିସ୍ଫାରିତ ଆଖିରେ ଚାହିଁ ରହିଲା ବିଜୟା ମୁହଁକୁ। ସେ ଭାବୁଥିଲା ମାମୁଲି ପଦେକଥା ଶୁଣି ଆସିବାର ବକ୍ସିସ୍ ପା–ଞ୍ଚ–ଟ–ଙ୍କା…। ବିଜୟା ହସି ହସି କହିଲା— "ଆରେ ବୋକା, ତୋ ଖବରର ଦାମ୍ ପାଞ୍ଚଟଙ୍କାଠୁ ଅନେକ ବେଶି। ବୁଝିଲୁ! '' "ଆଁ—" ସୁରିଆ ବିମୁଢ଼ ହୋଇ ଯାଇଥିଲା ବିସ୍ମୟରେ। ନୋଟଟାକୁ ଜାମାର ଛାତି ପକେଟରେ ଅତି ଯତ୍ନରେ ସାଇତି ରଖୁ ରଖୁ କହିଲା—ସେ "କାଲି ସକାଳେ ଆଉଥରେ କଥା ହେବାକୁ ଆସିବେ ନାଇଁ ନା, ସେମାନେ? '' ବିଜୟା ତା'ର କଥା ଶୁଣି ହସି ହସି ଲୋଟିଗଲା ସୋଫାଟା ଉପରେ। ସେ ଭାବୁଥିଲା କେଡ଼େ ବୋକା ସତେ! କିନ୍ତୁ ବୃଦ୍ଧି ବି ଅଛି। ସାରା ଦି'ପହରଟା ଉତ୍କଣ୍ଠାରେ କାଟିଦେଲା ବିଜୟା। ଅପରାହ୍ନ ପାଞ୍ଚଟା ବେଳେ ଗୋଟାଏ ସାଇକେଲ ରିକ୍ସା ଡାକି ଆଣିବା ପାଇଁ ସୁରିଆକୁ ପଠାଇ ବାହାରକୁ ବାହାରିବା ଲାଗି ନିଜକୁ ପ୍ରସ୍ତୁତ କରି ନେଲା ସେ। ଅଳ୍ପ ସମୟ ପରେ ଗେଟରେ ରିକ୍ସା ଘଣ୍ଟି ଶୁଣି ଟେବୁଲ ଉପରୁ ଭେନିଟି ବ୍ୟାଗଟା ଉଠାଇ ନେଇ ବାହାରି ପଡ଼ିଲା ବିଜୟା। ରିକ୍ସାଟା ଉପରେ ଚଢ଼ିବସି ବିଜୟା କହିଲା—"ଓସେନଭିଉ ହୋଟେଲ। '' ସମୁଦ୍ର କୂଳ ରାସ୍ତା ଧରି ରିକ୍ସା ଛୁଟିଲା। ହୋଟେଲେରେ ପହଞ୍ଚିବା ପାଇଁ ଦଶମିନିଟ୍ରୁ ଅଧିକ ବିଳମ୍ଵ ହେଲା ନାଇଁ। ରିକ୍ସାବାଲଟାକୁ ଅପେକ୍ଷା କରିବାକୁ କହି ଲମ୍ଵା ହଲ୍ ଘରଟାରେ ପଶିଲା ବିଜୟା। ହଲ୍ଟି ସେତେବେଳକୁ ବହୁ ଜନ ସମାଗମରେ ଭର୍ପୁର ହୋଇ ଉଠିଥିଲା। ହଲ୍ର ଗୋଟାଏ କୋଣରେ ନିରୋଳା ଦେଖି, ଛୋଟ ଗୋଟିଏ ଟେବୁଲ ଅଧିକାର କରି ବସିଲା ସେ। ବସି ରହି ସତର୍କ ଦୃଷ୍ଟିରେ ହଲଟାର ସବୁଆଡ଼େ ଚାହିଁ ଦେଖିବାରେ ଲାଗିଲା। ଯେମିତି କାହାକୁ ଖୋଜୁଥିଲା। ଅଳ୍ପ ସମୟପରେ ସେ ଦିନର ବକ୍ସିସ୍ ପ୍ରାପ୍ତ ବୟଟି ଆସି ଲମ୍ଵା ସଲାମ ଠୁଙ୍କି ଛିଡ଼ା ହେଲା ଆଦେଶ ଅପେକ୍ଷାରେ। ତାକୁ ଚା' ଆଣିବାକୁ କହି ନିରବରେ ବସି ରହିଲା ବିଜୟା। ଅଳ୍ପସମୟ ଭିତରେ ବୟ ଫେରି ଆସିଲା ଚା ନେଇ। ଟେବୁଲ ଉପରେ ଚା କପ୍ଟା ଥୋଇ ଦେଇ ଫେରି ଯାଉଥିଲା ସେ। ବିଜୟା ତାକୁ ଇଙ୍ଗିତ କଲା ଅପେକ୍ଷା କରିବା ଲାଗି। ତା'ପରେ ଭେନିଟି ବ୍ୟାଗରୁ ଗୋଟିଏ ଦଶଟଙ୍କିଆ ନୋଟ କାଢ଼ି ତା'ହାତରେ ଧରାଇ ଦେଲା–ବିଜୟା। ବକ୍ସିସ୍ର ଅଙ୍କ ଦେଖି ବୟଟାରେ ଆଶ୍ଚର୍ଯ୍ୟର ଅନ୍ତ ରହିଲା ନାହିଁ। କିନ୍ତୁ ତା'ର ବିମୁଢ଼ତା ଭାଙ୍ଗି କହିଲା ବିଜୟା— "କପେ ଚା'ର ବକ୍ସିସ୍ ଦଶଟଙ୍କା ନୁହେଁ। ଶୁଣ। ଉପର ମହଲାର ନମ୍ଵର କୋଠରୀରେ ଯେଉଁ ସାହେବ ଅଛନ୍ତି ତାଙ୍କ ସହିତ ଦେଖା କରିବାକୁ ଆଜି ରାତି ଏଗାରଟା ବେଳେ ଦୁଇଜଣ ଲୋକ ଆସିବେ। ସାହେବ ସହିତ ସେମାନଙ୍କର କ'ଣ କଥାବାର୍ତ୍ତା ହେବ ମୋର ସେତିକି ଦରକାର। ମୋତେ ପୂରାପୂରି ଖବର ଦେଇ ତୁ ଅକ୍ଳେଶରେ ଆଉ କିଛି ରୋଜଗାର କରିପାରୁ। କଣ ପାରିବୁ? '' "ହଁ ମା ପାରିବି। '' ବୟଟାର ଉତ୍ତରରେ ନିର୍ଭର ଯୋଗ୍ୟ ବିଶ୍ଵସ୍ତତା। "କିନ୍ତୁ ସାହେବ ଜାଣିଲେ ତୋତେ ଶେଷ କରିଦେବ। ରାତିରେ ଯଦି ସମ୍ଭବ ହୁଏ, ତେବେ ସମୁଦ୍ରକୂଳ ଆନନ୍ଦ ଭବନ, ସେଇ ଯେ ବଗିଚାଘେରା ହଳଦିଆ କୋଠାଟା, ସେଇ ଠିକଣାରେ ମୋତେ ଖବର ଦେବୁ। ମୁଁ ବର୍ତ୍ତମାନ ଏଠାକୁ ଆସିଥିଲି ବୋଲି ସାହେବ ଯେମିତି ନ ଜାଣେ। '' କହି ବିଜୟା ଉଠିଲା। "ଚା' ଟା… " ମନେ ପକାଇ ଦେଲା ବୟ। "ଦରକାର ନାହିଁ। '' କହି ବିଜୟା ଦୃଢ଼ ପଦକ୍ଷେପରେ ହଲ୍ଛାଡ଼ି ବାହାରି ଆସିଲା ପଦାକୁ। ରାତି ଦଶଟାରୁ ବଳି ଗଲାଣି। ସମୁଦ୍ରକୂଳ ନିର୍ଜନ ହୋଇ ଯାଇଚି। କୃଷ୍ଣା ଚତୁର୍ଦଶୀର ଅନ୍ଧକାର ଭିତରେ ସମୁଦ୍ର ଦିଶୁଚି ଭୟଙ୍କର। ଓସେନ୍ ଭିଉ ହୋଟେଲର ଦ୍ଵିତଳର ସତର ନମ୍ଵର କୋଠରୀରେ ବସି ବସି ମାର୍କୋଭିଚର ଧୂମ୍ରକୁଣ୍ତଳୀ ଭିତରେ ରଞ୍ଜନ ସ୍ଵପ୍ନ ରଚୁଥିଲା। ଆଉ ଦୁଇଦିନ ରହିଲା ସୁହାସିନୀର ଜନ୍ମ ତିଥି।